ପୁଣି କିଏ ପ୍ରବେଶ କରିପାରେ ଚିନ୍ତା କରିବା ପୂର୍ବରୁ ତାକୁ ଆସୁଥିବାର ଦେଖି ମୁଁ ନିଃସନ୍ଦେହ ହୋଇଗଲି କିନ୍ତୁ ଭାବିପାରୁ ନ ଥିଲି ପ୍ରଥମେ ଯିଏ ଆସିଥିଲା ସେ କିଏ ଆଉ ଗଲା କୁଆଡ଼େ? କିନ୍ତୁ ଚିନ୍ତା କରିବାର ଅବସର ମୁଁ ପାଇ ନ ଥିଲି। ସେ ଟର୍ଚ୍ଚ ସାହାଯ୍ୟରେ ପ୍ରତ୍ୟେକ କୋଠରି ପରୀକ୍ଷା କରି ଏହି କୋଠରିଟି ଭିତରକୁ ପ୍ରବେଶ କଲା। ମୋର ଯେତେଦୂର ମନେହୁଏ ସେତେବେଳେ ଏହି କୋଠରି ଭିତରେ କେହି ନ ଥିଲେ। କାରଣ ତା’ର ଟର୍ଚ୍ଚର ଆଲୋକ ଯେତେବେଳେ କୋଠରି ଭିତରକୁ ଆଲୋକିତ କରୁଥିଲା ସେତେବେଳେ ବୋଧହୁଏ ସେ କାହାରିକୁ ଦେଖି ପାରି ନ ଥିଲା। ସେଇଥିପାଇଁ ସେ କହିଉଠିଥିଲା କିଏ ଅଛ? ତା’ ପରେ ଚିତ୍କାର ପୁଣି ଗୋଟିଏ ଭାରୀ ଜିନିଷ ପତନର ଶବ୍ଦ। ଠିକ୍ ଯେତେବେଳେ ମୁଁ ସେହି କୋଠରି ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରେ ପରମୁହୂର୍ତ୍ତରେ ଲୋକଙ୍କର ଶକ୍ତ ବନ୍ଧନ ଭିତରୁ ମୁକୁଳିବାର ଉପାୟ ମୁଁ ପାଏ ନାହିଁ ଯାହା କି ଆପଣଙ୍କୁ ମୁଁ କହିଛି। ସେତେବେଳର ଘଟଣାରେ ମୋ ମନ ଭିତରେ ଯେଉଁଭଳି ଧାରଣା ଆସୁଥିଲା ଏହି କନାଖଣ୍ଡିକ ପୂରାପୂରି ମୋ ମୋର ସେ ସା ଧାରଣାକୁ ବଦଳାଇ ଦେଲା। ମାନେ? ଆମ ଉଭୟଙ୍କ ଭିତରେ ତୃତୀୟ ଶକ୍ତିର ଆବିର୍ଭାବ ହୋଇଛି। ତା’ ମାନେ ତୁମେ କହୁଛ ହଁ ସାର୍ ସେହି ତୃତୀୟ ପକ୍ଷଟି ଯେ ଦସ୍ୟୁ ଅଜୟ ଏଥିରେ ଆଉ କୌଣସି ସନ୍ଦେହ ନାହିଁ। ଏ ଭଳି ସନ୍ଦେହ କରିବାର ବି ଯଥେଷ୍ଟ କାରଣ ରହିଛି। ଯେହେତୁ ଅପରାଧୀ ଦଳ ପକ୍ଷରୁ ଆମମାନଙ୍କୁ ଅର୍ଥାତ୍ ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ଲାଗିଛନ୍ତି ସେମାନଙ୍କୁ ଯେ କୌଣସି ଉପାୟରେ ବିଚଳିତ କରିବାର ପ୍ଲାନ୍ ନେଇଛି। ସେହେତୁ ଶତ୍ରୁଜିତ୍‌ଙ୍କୁ ଅପହରଣ କରିବା ସଙ୍ଗେ ସଙ୍ଗେ ମୋତେ ଯେ ଏ ଭଳି ଅବସ୍ଥାରେ ଛାଡ଼ି ଦେଇଯିବ ଏ ବିଶ୍ୱାସ ମୁଁ କରିପାରୁ ନାହିଁ। କାରଣ ସେମାନେ ଶତ୍ରୁଜିତ୍‌ଙ୍କ ସହିତ ମୋ ନାମଟି ବି ଶୁଣିଛନ୍ତି। ତା’ ହେଲେ ଶତ୍ରୁଜିତ୍‌ଙ୍କ ଦସ୍ୟୁ ଅଜୟ ଅପହରଣ କରିଛି? ନା ଶତ୍ରୁଜିତ୍‌ଙ୍କୁ ଏହି କୋଠରିରୁ ବାହାରରୁ ସ୍ଥାନାନ୍ତର କରାଯାଇ ନାହିଁ। ତା’ ମାନେ? ଶତ୍ରୁଜିତ୍ କିଛି ସମୟ କୌଣସି ଉତ୍ତର ନ ଦେଇ ନୀରବ ରହିଲେ। ତାଙ୍କର ଦୃଷ୍ଟି ଚଟାଣ ଉପରେ ଥିବା ସେହି କନା ଖଣ୍ଡିକ ଉପରେ ଲାଗି ରହିଥିଲା। ସେ ଆଡ଼ୁ ଦୃଷ୍ଟି ଫେରାଇ ସେ କହିଲେ ଏହି ଚଟାଣ ଭିତରେ ଦେଇ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏସ୍ ପି ଙ୍କ ମୁଖମଣ୍ଡଳରେ ଚିନ୍ତାର ରେଖା ଫୁଟିଉଠିଲା। ସେ କହିଲେ ତା’ ହେଲେ ଏଇ କନାରୁ ତୁମେ ଅନୁମାନ କରି ପାରୁଛ ଯେ ଯେଉଁ ସ୍ତ୍ରୀ ଲୋକଟି ତା’ର ବିପଦର ଆଶଙ୍କା କରି ତୁମକୁ ସାହାଯ୍ୟ ପ୍ରାର୍ଥନା କରିଥିଲା ସେହି ତରୁଣୀଟି ଏହି ଅନ୍ଧକାର ଭିତରେ ଆତ୍ମଗୋପନ କରିଥିଲା। କୋଠରିର ଦୁଇ ପାର୍ଶ୍ୱରେ ସେ ପର୍ଯ୍ୟନ୍ତ ରହିଥିବା ଦୁଇଟି ବଡ଼ ବଡ଼ କାଠ ଆଲମିରା ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ୍ କହିଲେ ମୋର ମନେହୁଏ ତରୁଣୀଟି ବ୍ୟତୀତ ଆଉ ଜଣେ କେହି ନିଶ୍ଚୟ ଆସିଥିଲା। ମୋର ପରିଷ୍କାର ମନେ ଅଛି ସେ ଯେତେବେଳେ କିଏ ଅଛି ବୋଲି ଶେଷଥର ପଚାରିଥିଲା ଠିକ୍ ସେହି ସମୟରେ ସେ ଏହିଠାରେ ଛିଡ଼ା ହୋଇଥିଲା। ଆଉ ଆକସ୍ମିକ ଭାବରେ ସେଇ ଝିଅଟି ଯେତେବେଳେ ଆଲମିରା ନିକଟରୁ ବାହାରି ପଡ଼ିଛି ଠିକ୍ ସେତିକିବେଳେ ଯଦି ଆମ ଗୁପ୍ତ ସୁଡ଼ଙ୍ଗର ଦ୍ୱାର ଖୋଲିଯିବାରୁ ସେ ତଳକୁ ଖସି ଯାଉ ଯାଉ ଚିତ୍କାର କରିଛି। ଠିକ୍ ସେତିକିବେଳେ ବାହାରୁ ପଦଶବ୍ଦ ଶୁଣି ଝିଅଟି ମଧ୍ୟ ସେହି ଗର୍ତ୍ତ ଭିତରେ ଓହ୍ଲାଇ ଯାଇଛି। ଏଇ ଶାଢ଼ିରୁ ଏତିକି ପ୍ରମାଣ ମିଳେ ଯେ ସେ ପଦ୍ ପଦଶବ୍ଦ ଶୁଣି